ରମାକାନ୍ତ ହସିଲା–ସେଇ ପରା ଓଧ। –ଓଧ? –ଭୁଆଁ ବିରାଡ଼ି ଓ ଓଧ ସକାଳେ ଏଠିକି ଅଣା ହେଇ ଥିଲେ? –ନା, ଆସିଥିଲେ। ମୁଁ ହେଉଛି ଭୁଆଁ– ମାନିନୀ ହସି ପକାଇଲା। ବୁଝିଲି ଏଥର। ଅଳକା ବଡ଼ ବଦମାସ୍–ମତେ କ'ଣ ବୋଲି କହୁଥିଲା। ନିଶ୍ଚେ ନାଁ ଟାଏ ଦେଇଥିବ। –ନାହିଁ, ମାନିନୀ, ସେମାନେ ନିଜେ ନିଜେ ଆସି କହିଲେ ଓଧ ଆଉ ଭୁଆଁ ବିରାଡ଼ି ଆସିଛନ୍ତି। ମୁଁ ସେଇଆ କହିଥିଲି ଟେଲିଫୋନ୍ରେ। –ମାଛ ଖାଇଲ? –କୁହନ୍ତୁ ଓଧ ସାହେବ, କି ମାଛ ଖାଇଥିଲେ? –ଯେଉଁ ମାଛ ପଢ଼ାଇଲା ବେଳେ ମାନିନୀ ମୁହଁ ଗମ୍ଭୀର କଲା। –ଆଚ୍ଛା, କଥାଟା ତାହେଲେ ସରିଯାଉ। ଭଜକୃଷ୍ଣବାବୁଙ୍କୁ ପ୍ରସ୍ତାବ ଦେଇଛି ଯେ ସେ ଗାଁକୁ ନ ଯାଇ ଆଇ. ଏ. ଏସ୍ ବା ଅନ୍ୟ ଯାହା ପରୀକ୍ଷା ପାଇଁ ପଢ଼ିବେ ତମେ ଟଙ୍କା ଦେବ। –ହଁ। ତାଙ୍କର କିଛି କ୍ଷତି ହୋଇଯାଇଛି ମୋରି ପାଇଁ ସେତକ ଭରଣା ହବା ଦରକାର। ତମେ ଭଜକୃଷ୍ଣ ଏମିତି ବିଫଳତାର ଚିତ୍ର ଦେଖାଇ ଏଣେ ତେଣେ ବୁଲି କଲେଜ ଶୋଭାଯାତ୍ରାରେ ସ୍ଳୋଗାନ ଦେବା ଦରକାର ନାହିଁ। ବୁଝିଲ। –ହଁ। –ପଢ଼। ମଣିଷ ହୁଅ। ତା'ପରେ ଅମଣିଷ ହେଇପାରିବ। ଅମଣିଷ ମଣିଷ ହୁଏ ନାହିଁ-। –ହଁ। –ବର୍ଷକ ପାଇଁ ମାସକୁ ଅଢ଼େଇଶହ ଟଙ୍କା ତମେ ଏଇ ଅଳକା ପାଖରୁ ନେଇ ଯାଉଥିବ-। ଅଧିକା ଦରକାର ହେଲେ ସେଇ ଦବ। ମୋର ସେଥିରେ ସଂପର୍କ ରହିବ ନାହିଁ ତୁମ ସାଥିରେ-। –ଭଜକୃଷ୍ଣ ଚାହିଁଲା ମାନିନୀ ମୁହଁକୁ। –ଶୁଣ ତେବେ। ଯାହା ହବାର ଥିଲା ହେଇଯାଇଛି। ଏବେ ଆଉ ପୁରୁଣା କଥା ଉପରେ ଲାଗି ନିଜର ଓ ଅନ୍ୟମାନଙ୍କର କ୍ଷତି କରିବା ଠିକ୍ ହେବ ନାହିଁ। ଆମର ସାହାବ ମତେ ଥରେ ତାଙ୍କର ବନ୍ଧୁକ ଦେଖାଇଥିଲେ ଜାଣିଛ? –ନା। –ଜାଣିଲେ କ'ଣ କରିଥାନ୍ତ? ଭଜକୃଷ୍ଣ ଚାହିଁ ରହିଲା। ମାନିନୀର ଆଖି ଓଦା ଦିଶୁଥିଲା। –ତୁମ ପାଇଁ ନୁହେଁ। ସ୍ୱାଧୀନତା ଦେଇ ସେ ପୁଣି ସେଇ ସ୍ୱାଧୀନତା କାଢ଼ି ନେବାକୁ ହୁକୁମ୍ ଦେଲେ। ସ୍ତ୍ରୀ'କୁ ପୁରୁଷମାନେ ସ୍ୱାଧୀନତା ଦେବା କଥା କହନ୍ତି–ଦେଇ ପାରନ୍ତି ନାହିଁ।... ଏସବୁ ଅସୁବିଧାରୁ ମୁକୁଳିବାକୁ ହଠାତ୍ ତୁମକୁ ବିଦାୟ ଦେବାକୁ ପଡ଼ିଥିଲା। କିନ୍ତୁ ତୁମକୁ କିଛି କ୍ଷତିପୂରଣ ଦେବା ଉଚିତ୍? –କାହିଁକି? ଭଜକୃଷ୍ଣ ପଚାରିଲା। –ଏଇଥିପାଇଁ ଯେ କେବଳ ମାନମୟୀ ପାଇଁ ତମର ଜୀବନଟା ନଷ୍ଟ ହେବା ଉପରେ... ସେଥିପାଇଁ ମୁଁ ଅଳକା କଥାରେ ରାଜି ହେଲି। ଦରଦୀ ଗଳାରେ କହିଲା–ବନ୍ଧୁତାର ନିବେଦନ ବୃଥା କରିବ ନାହିଁ କରଜ ଭାବ, ଦାନ ଭାବ ବା ଦାବୀ ବୋଲି ଭାବ–ଯେମିତି ଇଚ୍ଛା ଯାହା ଭାବ–ମୋର ଏହି ଏତକ ଶ୍ରଦ୍ଧା ରଖିବ। କହି ବ୍ଲାଉଜ୍ ଭିତରୁ ସିଗାରେଟ୍ ପ୍ୟାକେଟ୍ କାଢ଼ି କହିଲା–ନିଅ, ଖଣ୍ଡେ ଖାଅ। ଭଜକୃଷ୍ଣ ଚାହିଁଲା ଅଳକାକୁ। –କ'ଣ ନୂଆ? ପ୍ରଥମ ଥର? –ପଚାର ତାଙ୍କୁ। ସେ ନୂଆ କି ପୁରୁଣା କହିବେ। ଭଜକୃଷ୍ଣ ତଳକୁ ମୁହଁ ପୋତିଲା। –ତମେ ପାନ ନ ଖାଇବା ଲୋକ। ବାଟବଣା ହେଇ ଏପାଖ ସେପାଖ ହେଉଛ–ମାନିନୀ ଦୋଷରୁ। ମତେ କ୍ଷମା ଦବ... ସବୁ ଦିନକୁ ମନେ ରଖିବ ଯେ ମଣିଷ ଦୋଷ କରେ ଓ କ୍ଷମା ପାଏ। ଭଜକୃଷ୍ଣର ଆଖିରୁ ଅମାନିଆ ଲୁହ ଦୁଇଧାର ଗଡ଼ି ଆସିଲା। ନିଜକୁ ସଂଯତ କରି ମାନିନୀ କହିଲା–ମୁଁ ତ ସମ୍ଭାଳି ଗଲି। ଆମ ଭିତରେ ଯେଉଁ ଟିକକ ମମତାର ବନ୍ଧନ ଥିଲା ସେତକ ଏମିତି ଭୁଲ ଭଟକାର ତୋଡ଼ଯୋଡ଼ରେ ବଦଳି ଯାଇ ଅନ୍ୟ ରୂପ ନେଲା–ନେଉ। ଯାହା ଯାଇଛି ତା'କୁ ଭୁଲିଯିବା। ଆଗରେ କ'ଣ ଅଛି ଦେଖିବା। –କ'ଣ ରାଜି? ନୀରବ ସମ୍ମତି ଜଣାଇ ଭଜକୃଷ୍ଣ ଚାହିଁ ରହିଲା। –ମୁଁ ବଡ଼ ଖୁସି। ତମେ ଦି'ଦିନର ବନ୍ଧୁତାର ମାନ ରଖି ପାରିଲ। –ମୁଁ ଅପଦାର୍ଥ। –ଭୁଲ ମୋର। ଅନୁଭବ ନ ଥିଲା ବୋଲି କାହାକୁ କେମିତି ବ୍ୟବହାର ଜାଣି ନ ଥିଲି। କାହାକୁ କେଉଁଠି ରଖିଲେ ଭଲ–ବୁଝି ନ ଥିଲି। ଏତକ ଜଣେ ଶିଖି ପାରିଲା, ଏତକ କ'ଣ କମ୍ କଥା? –କ'ଣ ଅଳକା ଏକାବେଳେକେ ଚୁପ୍ ଚାପ୍? ଅଳକା ହସି ହସି ଭଜକୃଷ୍ଣକୁ କହିଲା–ତମର ଦାୟିତ୍ୱ ମୋତେ ଦିଆଗଲା। ତମେ ମଣିଷ ହୋଇ ସଂସାରରେ ରହିଲେ ମାନିନୀ ଖୁସି ଆଉ ମୁଁ ଖୁସି।